ସେ ଚଉକିରୁ ଉଠି ଠିଆହେଲା; ଦେଖିଲା ନୀହାର ଖଟ ଉପରେ ବସିରହି ଝରକା ବାଟେ ସକାଳର ଆକାଶ ଆଡ଼କୁ ଚାହିଁ ରହିଛି, ମୁଗ୍ଧ-ଦୃଷ୍ଟିରେ। ଯଦିଓ ତା' ମୁହଁରେ ଗତ ରାତ୍ରିର କ୍ଳାନ୍ତି ଲାଗି ରହିଛି। ଆଖିରେ କେତେ କୁଆଡ଼ର ସ୍ୱପ୍ନ। ସେ ମୁହଁରେ ରାଗ ନାହିଁ, ଈର୍ଷା ନାହିଁ, ଅଭିମାନ ନାହିଁ। କେବଳ ଅଛି ପ୍ରେମର ଚିରନ୍ତନ ପ୍ରଫୁଲ୍ଲତା-ସ୍ନିଗ୍ଧ ଦୀପ୍ତି। ଫୁଲଭଳି ସେ ସୁନ୍ଦର, କୋମଳ ଆଉ ପବିତ୍ର। ହଠାତ୍ ସାଗରୀକାର ମନ ତା'ପ୍ରତି ବେଦନାର୍ଦ୍ର ହୋଇ ଉଠିଲା। ଓଃ କେତେ ସୁନ୍ଦର ନୀହାର–କେତେ କୋମଳ ତା'ର ପ୍ରାଣ। ଅନନ୍ତ ଯୁଗର ଅସରନ୍ତି ସ୍ନେହ ମମତା ତା' ହୃଦୟରେ ଭରି ରହିଛି। ସେ ଧୀରେ ଧୀରେ ତା' ନିକଟକୁ ଯାଇ, ତା' କରରେ ଠିଆ ହେଲା। ସେ ସେମିତି ଦୂର ଆକାଶକୁ ଚାହିଁ ରହିଛି। ଆସ୍ତେ ଆସ୍ତେ ସେ ତା' ମୁଣ୍ତକୁ ନିଜ ଛାତି ଉପରକୁ ଆଉଜାଇ ଆଣି, ତା' ମୁଣ୍ତ ଉପରେ ହାତ ବୁଲାଇବାକୁ ଲାଗିଲା। ନୀହାର ବାହାରୁ ଆଖି ଫେରାଇ ଆଣି ସାଗରକୁ ଚାହିଁଲା। କି କୋମଳ କରୁଣ ତା'ର ଦୃଷ୍ଟି। ସାଗରୀକାର ଆଖି ଛଳ ଛଳ ହୋଇଆସିଲା। ସେ ପଚାରିଲା–''ମୋ ଉପରେ ଚାଗିଛ। '' ''ନା''–ଉତ୍ତର ଦେଲା ନୀହାର। କିଛି ସମୟ ନୀରବ ରହି ପୁଣି ସାଗରୀକା କହିଲା–''ମୋର ଭୁଲ୍ ହୋଇଛି–ସେ ଲାଗି ମୋତେ କ୍ଷମା ଦିଅ। '' ନୀହାର ତଳକୁ ମୁହଁ ପୋତି କହିଲା–''ମୁଁ ଜାଣିଥିଲି ସାଗର, ତୁମେ ତୁମର ଭୁଲ୍ ବୁଝିବ; ଆଉ ମୋ ପାଖକୁ ଆସିବ। କାରଣ ମୋର ଅନ୍ତରର ଏ ନିବିଡ଼ ସ୍ନେହ, ମମତା; ହୃଦୟର ଏତେ ବିଶ୍ୱାସ ଓ ପ୍ରାଣର ଗଭୀର ପ୍ରେମ; କେବେହେଲେ ଏତେ କରୁଣ ଭାବରେ ବ୍ୟର୍ଥ ହୋଇ ଯିବନି। ତା'ର ପ୍ରଭାବ ନିଶ୍ଚୟ ତୁମ ଉପରେ ପଡ଼ିବ। ତୁମେ କେବେହେଲେ ନ ଆସି ରହିପାରିବ ନାହିଁ–କାରଣ ମୁଁ ତୁମକୁ ଅନ୍ତର ଭରି, ହୃଦୟ ଦେଇ ଭଲପାଏ। ମୋ ଭଲପାଇବାରେ ମୁଁ ଦିନେ କୌଣସି ତ୍ରୁଟି କରିନାହିଁ। ମୋର ପ୍ରେମ ଶୁଦ୍ଧ, ସୁନ୍ଦର ଓ ଶାଶ୍ୱତ। '' ସାଗରୀକାର ଆଖିରୁ ଦୁଇ। ଧାର ଲୁହ ବୋହି ଆସିଲା। ସେ ଭାବର ଆବେଗରେ ହଠାତ୍ ନୀହାର କାନ୍ଧ ଉପରେ ମୁଣ୍ତ ରଖି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା। ତା'ର ପିଠିରେ ଧୀରେ ହାତ ବୁଲାଉ ବୁଲାଉ ନୀହାର କହିଲା–''କାନ୍ଦୁଛ କାହିଁକି ସାଗର। ଆମ ଜୀବନରେ ଯେଉଁ ଦୁର୍ଯ୍ୟୋଗ ଆସି ଦେଖା ଦେଇଥିଲା, ତାହା ଆପେ ଆପେ ଦୂରେଇ ଯାଇଛି। ଏହିପରି ଗୋଟିଏ ଗୋଟିଏ ଘଟଣା ଯେ କେତେ କ'ଣ ଓଲଟ ପାଲଟ କରିଦେଇପାରେ, ତା' ତୁମେ କ'ଣ ବୁଝିବ। ମୋ ରାଣ–ଏପରି ପରିସ୍ଥିତିକୁ ଭବିଷ୍ୟତରେ ଜମା ପ୍ରଶ୍ରୟ ଦେବ ନାହିଁ–ନ ହେଲେ କେତେବେଳେ ଯେ...। '' ନୀହାରକୁ ତା' କଥା ସରିବାକୁ ନଦେଇ ତା' ପାଟିରେ ହାତ ଚାପି ଧରିଲା ସାଗର। ନୀହାର ତା' ମୁହଁକୁ ଚାହିଁଲା। ଦୁହିଁଙ୍କ ଜୀବନର ଦୁଃଖର କେତୋଟି ମୁହୂର୍ତ୍ତ ଚାଲିଯାଇଛି। ଅତୀତ ଲାଗି ଅନୁଶୋଚନା କରି ଲାଭ ନାହିଁ। ନୀହାର ନିଜ ଛାତି ଉପରକୁ ଟାଣିନେଲା ସାଗରୀକାକୁ। ତା'ର ବାହୁବନ୍ଧନ ଭିତରେ ଥାଇ ସାଗରୀକା ହସି ପକାଇଲା। ତା' ଗାଲ ଉପରେ ଲାଗିଥିବା କେଇ ଟୋପା ଲୁହକୁ ପୋଛି ଦେଉ ଦେଉ ନୀହାର ଥଟ୍ଟାରେ କହିଲା–''ପୁଣି ହସ ବାହାରିଲାଣିଟି? '' ସାଗରୀକା ହସିଲା। ହସି ହସି ନୀହାରର ଛାତି ଉପରେ ଲୋଟିଗଲା। ଆଜି ସେଇ ଦିନର କଥା ମନେପଡ଼ି